ସେ ପୁଣି ଖିଡ଼ିକି ଦେଇ ବାହାରକୁ ଚାହିଁଲେ। ବର୍ଷା ଥମି ଗଲାଣି କେତେବେଳୁ। ଆକାଶରୁ ପାଉଁଶିଆ ବାଦଲ ଅପସରି ଯାଇଛି। ଫିକା ସୂର୍ଯ୍ୟ କିରଣ ତୋଫା ହୋଇ ଉଠୁଛି। ଲାଇନ କଡ଼ ଗଛପତ୍ର ଦେହରୁ ଝିରିଝିରି ହୋଇ ଝରି ପଡ଼ୁଛି ବର୍ଷା ପାଣି। ଦିଗନ୍ତ ବିସ୍ତୃତ ଧାନ କ୍ଷେତ ଉପରେ ଧୀର ପବନ ଲହଡ଼ି ଭାଙ୍ଗୁଛି। ବାହାରକୁ ଚାହିଁ ତରୁଣୀ ଭାବୁଥିଲେ କ'ଣ କହି କଥା ଆରମ୍ଭ କରିବେ। ଫେରି ଚାହିଁଲେ ତରୁଣୀ। ପୂର୍ବପରି ତକିଆକୁ ଆଉଜି ବସିଛନ୍ତି ବୃଦ୍ଧ ଉମାଶଙ୍କର। ଧୀର, ସ୍ଥିର, ଅଚଞ୍ଚଳ। ପ୍ରସାରିତ ସମ୍ଵାଦପତ୍ରଟାର ପଛ ପଟେ ଲୁଚି ରହିଚି ତାଙ୍କର ଶାନ୍ତି ଗମ୍ଭୀର ମୁଖ ମଣ୍ତଳ। ବେଳେ ବେଳେ ଦିଶି ଯାଉଚି ଅବିନ୍ୟସ୍ତ ଶୁକ୍ଳ କେଶଗୁଚ୍ଛ, ଫୁରୁ ଫୁରୁ ହୋଇ ଉଡ଼ୁଚିତ ପବନରେ। ମୁହଁ ଖୋଲିଲେ ସେ। କହିବେ। କିନ୍ତୁ କ'ଣ-? କେମିତି ଆରମ୍ଭ କରିବେ? ସାହସ ପୁଣି ଥମି ଗଲା। ଛୋଟ ଗୋଟିଏ ଦୀର୍ଘ ନିଶ୍ଵାସ ପକାଇ ମୁହଁ ଫେରାଇ ନେଲେ ପୁଣି ଖିଡ଼ିକି ଆଡ଼କୁ। ଟ୍ରେନ୍ ଜେନାପୁର ଧରିଲା। ଷ୍ଟେସନ ଲାଇନ୍ ଉପରେ ପଙ୍ଗୁଡ଼ବାଗୁଡ଼ାକୁ ଠିଆ କରିଦେଇ ବିରାଟକାୟ ଇଞ୍ଜିନ୍ଟା ଚାଲିଗଲା ପାଣି ପିଇବାକୁ। ଜନତାର କୋଳାହଳରେ ଅଳ୍ପସମୟ ପାଇଁ ମୁଖର ହୋଇ ଉଠିଲା ସାରା ପ୍ଲାଟଫର୍ମ। କେତେ ଦେଶି-କେତେ ଜାତି-କେତେ ଭାଷି, ଜନତାର କୋଳାହଳ ଓ ବିକାଳିମାନଙ୍କର ଅସଂଲଗ୍ନ ବିକଟ ଚିତ୍କାର ଭିତରେ ଅତିଷ୍ଠ ହୋଇ ଉଠୁଥିଲେ ଉମାଶଙ୍କର। ଚାକରଟି ଆସି ଛିଡ଼ାହେଲା ଆଦେଶ ଅପେକ୍ଷାରେ। ତା' ହାତକୁ ଦି'ଟା ଟଙ୍କା ବଢ଼ାଇ ଦେଇ ଆଦେଶ ଦେଲେ ସେ କିଛି ପୁରି, ମିଠା ଓ ଚା ଆଣିବାକୁ। ଅଳ୍ପସମୟ ପରେ ଚିନାମାଟିର ଗୋଟାଏ ପ୍ଲେଟରେ ଜଳଖିଆ ଓ ଫ୍ଲାଷ୍କରେ ଚା' ନେଇ ଚାକର ଫେରି ଆସିଲା। "ମା ବିଜୟା। '' ଅତି ଅତର୍କିତରେ ପଛଆଡ଼ୁ ଇଲେକ୍ଟ୍ରିକ୍ ସକ୍ ଲାଗିଲା ଯେମିତି, ଚମକି ଫେରି ଚାହିଁଲେ ତରୁଣୀ। ଉମାଶଙ୍କର ଚାହିଁ ରହିଥିଲେ ତା'ରି ଆଡ଼କୁ। "ଏଇଠିକୁ ଆସ। '' ଡାକିଲେ ଉମାଶଙ୍କର। ତାଙ୍କର କଣ୍ଠସ୍ଵରରେ ନ ଥିଲା ଅନୁରୋଧର ଆବେଗ। ଥିଲା ନି ଆଦେଶର ଗୁରୁ ଗାମ୍ଭୀର୍ଯ୍ୟ। ତଥାପି ସେ ଡାକ ଏଡ଼ାଇ ଦେବାକୁ ସାହାସ ହେଲାନି ବିଜୟାର। ମନ୍ତ୍ରମୁଗ୍ଧ ଭଳି ଉଠି ଆସିଲା ସେ। ଲମ୍ଵା ବାର୍ଥଟା ଉପରେ ଉମାଶଙ୍କରଙ୍କ ଠାରୁ ଯଥା ସମ୍ଭବ ଦୂରତ୍ଵ ବଜାୟ ରଖି ବସି ରହିଲା ଅତି ସଙ୍କୁଚିତ ହୋଇ। "ଖାଇ ଦିଅ ଏତକ। '' ମଝିରେ ଥୁଆ ହୋଇଥିବା ଜଳଖିଆ ପ୍ଲେଟଟାକୁ ଉଦ୍ଦେଶ୍ୟ କରି କହିଲେ-ଉମାଶଙ୍କର। କ'ଣ କହିବାକୁ ବିଜୟା ମୁହଁ ଖୋଲାଥିଲା। ତାକୁ କିଛି କହିବାକୁ ଅବସର ନ ଦେଇ ଉମାଶଙ୍କର କହି ଚାଲିଲେ-"କିଛି। କୈଫତ ଚାହୁଁନି ମୁଁ ତମଠୁଁ। '' ଭଦ୍ରକ ଷ୍ଟେସନରେ ପ୍ଲାଟଫର୍ମ ଭିତରକୁ ଯେତେବେଳେ ତୁମେ ପଶି ଆସିଲ, ସେତେବେଳ ଠାରୁ ଏ ପର୍ଯ୍ୟନ୍ତ ମୁଁ ତୁମକୁ ଦେଖୁଚି। ତୁମ କଥା ଭାବୁଚି। ମୋତେ ବୁଝିବାକୁ ବାକି ନାହିଁ କିଭଳି ଏକ ପରିସ୍ଥିତି ବାଧ୍ୟ କରିଛି ତୁମକୁ ଏକ ସୀମାହୀନ ଅନିର୍ଦ୍ଦିଷ୍ଟ ପଥରେ ଗୋଡ଼ ବଢ଼ାଇବା ପାଇଁ-। '' ପୁଣି ଥରେ ଚମକି ଉଠିଲା ବିଜୟା। ନିମିଷକ ଲାଗି ମୁହଁ ଟେକି ଚାହିଁଲା ଉମାଶଙ୍କରଙ୍କ ମୁହଁକୁ। ପ୍ରଶାନ୍ତ ଗମ୍ଭୀର ମୁଖ ମଣ୍ଡଳ। ଆଖିରେ ଦୂର ଦର୍ଶନର ଦୀପ୍ତ। ମୁହଁ ତଳକୁ କଲା ସେ। ଉମାଶଙ୍କର ଅଳ୍ପ ହସି କହି ଚାଲିଲେ-। "ଡରିବାର କିଛି ନାହିଁ। '' ବିଜୟାର ଚମକ ଏଡ଼ାଇ ପାରି ନ ଥିଲା ତାଙ୍କର ଦୃଷ୍ଟି। ମୋର ବହୁଦିନର ଅଭିଜ୍ଞତା ଯେତେବେଳେ ମୋତେ ଜୋର କରୁଥିଲା ତୁମକୁ ସନ୍ଦେହ କରିବାକୁ, ଯେତେବେଳେ ମୁଁ ତୁମର ଅସହାୟ ପରିସ୍ଥିତି ଭିତରୁ ଖୋଜି ବାହାର କରିବାକୁ ଚାହୁଁଥିଲି କାହିଁକି ତୁମେ ସାଥି ସ୍ଵଜନହୀନ, ଅପରିଚିତ ବିପଦ ସଙ୍କୁଳ ଏକ ରାସ୍ତା ଉପରକୁ ଉଠି ଆସିଚ, ଠିକ୍ ସେତିକିବେଳେ ସବୁ ସନ୍ଦେହ ସବୁ ଅବିଶ୍ୱାସକୁ ଚାପି ରଖି ଆଖି ଆଗରେ ମୋର ନାଚି ଉଠିଲା ଠିକ୍ ତୁମରି ରୂପ ରେଖାର ଆଉ ଗୋଟିଏ ସଦା-ହାସ୍ୟମୟୀ ଲାବଣ୍ୟ ପ୍ରତିମାର ଛବି। ଲେଖା! ମା' ମୋର ଚାଲି ଯାଇଛି। ମାତୃହରା ଅସହାୟ ଶିଶୁ ଭଳି କେତେ ଖୋଜିଚି ତାକୁ ଗତ ଦି' ବର୍ଷ ଧରି। କେତେ କାନ୍ଦିଚି। କେତେ ମୁଣ୍ଡ ପିଟିଛି। କିନ୍ତୁ ସେ ଫେରିନାହିଁ-..। '' ବୃଦ୍ଧଙ୍କ କଣ୍ଠ ରୋଧ ହୋଇ ଆସୁଥିଲା। ଦିପ୍ତୀମୟ ଆଖି ଯୋଡ଼ିକ ବାଷ୍ମାକୁଳ ହୋଇ ଉଠୁଥିଲା।